ଯଦୁନାଥବାବୁଙ୍କ ମନ ଚାହୁଁ ନାହିଁ କାହାସଙ୍ଗେ ମିଶିବାକୁ ଅଥଚ କି ଏକ ବିଚ୍ଛେଦ ଯନ୍ତ୍ରଣାରେ ସେ ଜର୍ଜରିତ ହୋଇଯାଉଛି। ସମସ୍ତଙ୍କ ଦୃଷ୍ଟି ବଞ୍ଚାଇ କ୍ଷୁଦ୍ର ଗଛର ଆଢ଼ୁଆଳରେ ଏକୁଟିଆ ହୋଇ ସେ ବସିଛନ୍ତି। ଏଣେ କାହାର ଅନ୍ତରଙ୍ଗ ସାନିଧ୍ୟ ପାଇଁ ଚିତ୍ତ ଆକୁଳ ହୋଇଉଠୁଚି-। ସବୁ କେଳାହଳ ଭିତରୁ ବି ବାରି ହୋଇପଡ଼ୁଚି ଯନ୍ତ୍ର ସଙ୍ଗୀତର ସୁ-ମଧୁର ମୃଦୁ ମୃଦୁ ଝଙ୍କାର...। ସେଇ ସୁର ଯେମିତି ଭିତରେ ବାହାରେ ଏକାକାର ହୋଇ ବାଜିଉଠୁଚି। ତାଙ୍କ ଅନ୍ତର ସତ୍ତା ଆକୁଳ ହୋଇ କାହାକୁ ଖୋଜିପକାଉଛି। ଏଣେ ସେ ସବୁ ଦେଖୁଛନ୍ତି। ଦଳ ଦଳ ହୋଇ ଖାଇବାକୁ ପଶୁଛନ୍ତି ତମ୍ବୁ ଘେର ଭିତରକୁ। ଲୋକ ଯାଉଛନ୍ତି... ଆସୁଛନ୍ତି। ମାଛଝୋଳର ବାସ୍ନା...। ଘିଅ ଭଜା ପଲାଉର ସୁଗନ୍ଧ ଖୁଆ ପକା ପାୟସ୍ର ମହକସବୁ ଫେଣ୍ଟି ହୋଇ ନାକରେ ବାଜୁଛି ଗୋଟାଏ ବିଚିତ୍ର ସୁଗନ୍ଧ। ପଲକରେ ଯଦୁନାଥବାବୁଙ୍କ ସମସ୍ତ ସୂକ୍ଷ୍ମ ବୃତ୍ତି ସମସ୍ତ କାମନା ବାସନା ରସନେନ୍ଦ୍ରିୟରେ କେନ୍ଦ୍ରିତ ହୋଇଯାଉଛି। ନ ବହିପଡ଼ିଲେ ସୁଦ୍ଧା ଜିଭ ଲାଳ ସରସର ହୋଇଯାଉଛି ଆପଣା ଛାଏଁ। କେହି ଡାକିବା ଆଗରୁ ଉଠିପଡ଼ିବେ ଭାବୁଛନ୍ତି। ଗଛ ଆଢ଼ୁଆଳରୁ ମୁହଁ ଗଳେଇ ଏପାଖ ସେପାଖ ଚାହୁଁଛନ୍ତି। ୟେ ଯେମିତି ଖିଏ ବୁଢ଼ିଆଣୀ ସୁତାରେ ଆକାଶ ପାତାଳ ପକା ଉଠା, ତଳ ଉପର ଟଣାଟଣି...। ବିଚରା ଯଦୁନାଥବାବୁ ଶେଷକୁ କେହି ଜଣେ ଡାକିଲା। ଖାଇବା ତମ୍ବୁର ଦୁଆର ପାଖରୁ ପାଛୋଟି ନେଲେ ମହୀର ସ୍ତ୍ରୀ ଓ ତା'ର ବଡ଼ ଭଉଣୀ। ଯଦୁନାଥବାବୁ ଆଉ ନିଜକୁ ଅସହାୟ ମନେ କରୁନାହାନ୍ତି। ଅପାଂକ୍ତେୟ ଭାବୁ ନାହାନ୍ତି-। ନିଜ ଉପରେ ନିଜର ଭରସା ବିଶ୍ୱାସ ଫେରି ଆସୁଚି...। ବସିଥାନ୍ତୁ ଯେଡ଼େ ଯେଡ଼େ ଲୋକମାନେ ଯେଡ଼େ ଯେଡ଼େ ରଥୀ ମହାରଥୀ ସବୁ। ଯଦୁନାଥବାବୁ କିଞ୍ଚିତ୍ ନୁହନ୍ତି ଅବାଞ୍ଛିତ ନୁହନ୍ତି। ଦେଖନ୍ତୁ ସମସ୍ତେ...। ପତର ଲାଗି ଗଲାଣି...। ବଢ଼ାକୁଢ଼ା ପ୍ରାୟ ସରିଆସୁଛି। ବସି ଗଲେଣି ଚେୟାର୍ ଟେବୁଲମାନଙ୍କରେ ଧାଡ଼ିବାନ୍ଧି...। ଯଦୁନାଥବାବୁ ଆଗକୁ ଯାଉଛନ୍ତି... ଚିହ୍ନା ଲୋକ କିଏ ହସି ଦେଉଛି। କିଏ ଟେକି ଦେଉଛି ଡାହାଣ ହାତଟିକି। ସେ ବି ମୁଣ୍ଡ ହଲାଉଛନ୍ତି, ହସୁଛନ୍ତି, ଆଗଉଛନ୍ତି ଖାଲି ବାସ୍ନା... ଖାଲି ପ୍ରାଚୁର୍ଯ୍ୟ... ଆଖି ତୃପ୍ତ ହେଉଚି...। ନାଶିକା ଖର ଶ୍ୱାସରେ ଓଟାରି ନେଉଛି। ରସନା ବାର ବାର ଲାଳାୟିତ ହୋଇଉଠୁଚି...। ଏଇ ଜୈବିକ ପାର୍ଥିବ ଖାଦ୍ୟରେ ଏତେ ଆକର୍ଷଣ। ଯଦୁନାଥବାବୁ ଅନୁଭବ କରୁଛନ୍ତି ବୁଝୁଛନ୍ତି ମହୀର ସ୍ତ୍ରୀ ଅଙ୍ଗୁଳି ନିର୍ଦ୍ଦେଶ କରୁଚି କୋଣିକିଆ ଯାଗାଟିକି। ବେଶ୍ ହେବ। ଯଦୁନାଥବାବୁ ଚେୟାର୍ଟାରେ ଟପ୍ କରି ବସିପଡ଼ିଲେ...। ଅଧମିନିଟ୍ଏ ଖଣ୍ଡେ ଲାଗିଲା, ସୁସ୍ଥିର ହୋଇ, ଶାନ୍ତ ହୋଇ, ବସିବାକୁ। କେହି ହାତ ଚଳେଇ ନାହାନ୍ତି। ପରସ୍ପର ପରସ୍ପରକୁ ଚାହୁଁଛନ୍ତି। ଏକ ଅପରର ଅପେକ୍ଷା ରଖୁଚି। ଭିତରେ ଭିତରେ ସମସ୍ତଙ୍କର ଅସମ୍ଭାଳ ଅବସ୍ଥା। ତଥାପି ଉପରର ବୁର୍ଖାଟା କେହି କାଢ଼ିବାକୁ ରାଜି ନୁହନ୍ତି। ଏ ସଂସାରରେ ସବୁକଥା ଏମିତ ଚାଲିଥାଏ। ଯଦୁନାଥବାବୁଙ୍କ ବାମପଟେ କେହି ନାହାନ୍ତି। ପବନ ବାଜି ତମ୍ୱୁର ମୋଟା କନା ଖସ୍ଖସ୍ ହେଉଛି। ଡାହାଣ ପଟେ ଲମ୍ୱିଯାଇଛି ଲମ୍ୱାଧାଡ଼ି। କେତେ ପ୍ରକାର ମୁହଁ ଫାଳିକିଆ ହେଇ ଦିଶୁଛି। ଆରେ? ୟେ ଏଠିକି କୋଉଠୁ ଆସିଲା? କେମିତି ମଝିରେ ଗଳିପଡ଼ି ବସିଯାଇଛି ଏ ପିଲା ବକଟକ? ଯଦୁନାଥବାବୁ ଆଶ୍ଚର୍ଯ୍ୟ ହେଲେ। ସାବନା ପାତାଳା ଚେହେରାର ନଅ, ଦଶ ବର୍ଷର ପିଲାଟିଏ। ଶୁଆଥଣ୍ଟିଆ ନାକ, ମୁଣ୍ଡରେ କୁଞ୍ଚ କୁଞ୍ଚୁ ହୋଇ ବାଳ କେରାଏ। କେରାଟାଏ ଏ କପାଳରୁ ଆକ୍ଷିପତା ଉପରକୁ ଝୁଲି ପଡ଼ିଚି। ପିଲାଟାର ସାରାମୁହଁ ପତରକୁ ଚାହିଁ ଝଲସିଉଠୁଚି। ତା' ଆଖିରେ କି ପ୍ରବଳ ଉତ୍କଣ୍ଠା। ଗୋଲ ସରାରେ ପରଷା ଯାଇଥିବା ବଡ଼ ମାଛ ମୁଣ୍ଡଟାରେ ତା'ର ସବୁତକ ଲୋଭ ଲାଳସା ଝରଝର ହୋଇ ଝରିପଡ଼ୁଛି ଅବା। ମନର ସବୁତକ ଏକାଗ୍ରତା, ସବୁତକ ବ୍ୟାକୁଳତା ନେଇ ସେ ହାତଚଳାକୁ ଅପେକ୍ଷା କରିରହିଛି ବଡ଼ ସଞ୍ଜମ ସହକାରେ, ଅତି କଷ୍ଟରେ। ଆହା ବିଚରା ପିଲାଟି। ମାଆ କି ବାପ ସାଙ୍ଗରେ ନିମନ୍ତ୍ରଣ ଖାଇବାକୁ ଆସିଚି-। ସେମାନେ ରହିଯାଇଛନ୍ତି ପଛକୁ। ସେମାନେ ହୁଏତ ଅପେକ୍ଷା କରି ବସିରହିଛନ୍ତି ଆଉଥରକୁ ୟେ ଆଉ ସମ୍ଭାଳି ପାରିନାହିଁ।